ଆମେ କ'ଣ କେବେ ଦୁଃଖ କରିଛୁ? ପ୍ରତିବାଦ କରିଛୁ? କାହିଁକି ଆମକୁ। ଅପରାହ୍ନର ମଣିଷ ଆଉ ମଣିଷ ହୋଇ ନାହିଁ। ପଶୁଠାରୁ ବଳି ପଡ଼ିଛି। ସଦ୍ଭାବ ନାହିଁ କାହାରି ସହିତ। 'ସମ୍ପର୍କ' ଶତ୍ରୁ ପାଲଟି ଯାଇଛି। ଈର୍ଷାହିଁ ବଞ୍ଚି ରହିବାର ଏକମାତ୍ର ଆୟୁଧ। ଈର୍ଷାନ୍ୱିତ ବ୍ୟକ୍ତି ତା'ର ହୁକୁମ ଚଳାଇଛି ସବୁବେଳେ। ସଦଳବଳେ ମାଡ଼ି ଚାଲିଛି ଆଗକୁ। ଜନ୍ମଗତ ଅଧିକାର ନେଇ ଅପରାହ୍ନର ମଣିଷ ନିଜ କର୍ତ୍ତୃତ୍ୱ ସଭିଙ୍କ ଉପରେ ଜାହିର କରିବା ଶିଖିଛି। ମଣିଷ ଭୋକିଲା ବାଘର ଆଖି ନେଇ ଚାରିଆଡ଼କୁ ଚାହୁଁଛି। ପାପ, ପୁଣ୍ୟ, ଦୟା, ଧର୍ମର ବିଚାର ତା'ଠି ନାହିଁ। ପୁଅ ବାପର ସ୍ଥିତିକୁ ଅସ୍ୱୀକାର କରୁଛି। ରକ୍ତର ନିବିଡ଼ ବନ୍ଧନକୁ ଏଡ଼ାଇ ଦେଉଛି ସାମାନ୍ୟ ଏକ ଦୁର୍ଘଟଣାର ଆଳ ଦେଖାଇ। ସତେ ଯେମିତି ଆଜି କୌଣସି ପୁଅ ପାଇଁ ବାପ ମା'ର ପ୍ରୟୋଜନ ନାହିଁ। ବାପ, ମା ବୋଲି ଯେଉଁ ସ୍ୱର୍ଗୀୟ ଆଦର୍ଶ କଥା ପ୍ରଚାର କରାଯାଇଛି, ଶତାବ୍ଦୀ ଧରି ତାହା ଏକ ନିଚ୍ଛକ ଧୂଆଁ ବାଣ। କେହି ନ ପଚାରିଲେ ବି ନିଜେ ନିଜେ ବେକରେ ଫୁଲମାଳ ପକେଇବାର ପ୍ରଚେଷ୍ଟା। କି ଯୁକ୍ତି ଅଛି ସେ ପ୍ରକାର ବନ୍ଧନରେ? ଟେଷ୍ଟଟ୍ୟୁବ୍ରୁ ଯେତେବେଳେ ସନ୍ତାନ ଜନ୍ମ ନେଉଛି। କୃତ୍ରିମ ଉପାୟରେ ଜିନ୍ ହରମୋନ୍ ଇତ୍ୟାଦି ଯାବତୀୟ ସନ୍ତାନ ଉତ୍ପାଦନକାରୀ ବିଷୟବସ୍ତୁର ପ୍ରସ୍ତୁତି ପ୍ରଣାଳୀ ସମ୍ଭବ ହୋଇ ପାରୁଚି। ସେପରି ସ୍ଥଳେ ପରମ୍ପରା, ସମ୍ପର୍କ, ଆଦର୍ଶ, ଅନାଦର୍ଶ, ବାପ, ମାଙ୍କର ପ୍ରଶ୍ନ ଉଠୁଛି କେଉଁଠି? ଯେଉଁ ସମାଜରେ ମା' ପୁଅ ପ୍ରତି ନିର୍ଲଜ୍ଜ ରତି ନିବେଦନ କରିବା ଶିଖିଛି, ଯେଉଁଠି ଜନ୍ମଦାତା ପିତା ନିଜ କୁମାରୀ କନ୍ୟାର ସତୀତ୍ୱ ପରୀକ୍ଷା କରିବା ପାଇଁ କୁଣ୍ଠାବୋଧ କରୁନି, ସେ ସମାଜରେ ସମ୍ପର୍କ ଏକ ପ୍ରହସନ ନୁହେଁ କି? ଆଜେବାଜେ ଶବ୍ଦମାନଙ୍କର ବିସ୍ଫୋରଣ ନୁହେଁ କି? ଆକଣ୍ଠ ଘୃଣା, ଅପର୍ଯ୍ୟାପ୍ତ ଲଜ୍ଜା, ସଂକୋଚରେ ବୀତସ୍ପୃହ ହୋଇ ଧାଇଁବାରେ ଲାଗିଛି ଲୋକଟି। କି ଅସନା କଦର୍ଯ୍ୟ ତା'ର ମୁଖମଣ୍ଡଳ। କି ବିକୃତ ତା'ର ରୂପଭେକ। ମେଟାମରଫୋସିସ୍ର 'ଗେଗୋର' ଚରିତ୍ର ସହ ଖାପ ଖାଇଯିବା ଭଳି। କେହି ତାକୁ ବୁଝିପାରୁ ନାହିଁ। ନା ବାପ, ମା, ଭଉଣୀ, ସମାଜ, ବନ୍ଧୁ ବାନ୍ଧବ! ନାଁ କେହି। ସେ ବରପ୍ରାପ୍ତ ଭସ୍ମାସୁର ପରି ଏକମୁହାଁ ହୋଇ ଧାଉଁଛି। ପଛରେ ପକାଇ ଦେଇ ଗୋଟିଏ ରୁଗ୍ଣ ବିବର୍ଣ୍ଣ ପାଣ୍ତୁର ଧ୍ୱଂସର ଖୋଳକୁ। ଯାହାକୁ ଅତି ସ୍ନେହରେ, ପ୍ରଚୁର ବିଶ୍ୱାସ ସହିତ ସାହାସ ସଞ୍ଚୟ କରି ମଣିଷ ଜାବୁଡ଼ି ଧରି ରଖିଥିଲା, ଆଜି ସେଇ ଖୋଳପା ଛାଡ଼ିବାରେ ଲାଗିଛି। ଶିପ ପରି ଭାଙ୍ଗି ପଡ଼ୁଛି। ପୁରୁଣା କୋଠରୁ ଚୂନ ସିମେଣ୍ଟ ଖସି ପଡ଼ିଲା ପରି। ପୁଣି ଏକ ନୂଆ ଖୋଳ ଲୋଡ଼ା। ତା'ରି ଭିତରେ ଅସହାୟ ଜୀବଟି ବଞ୍ଚିଯିବ ଅନ୍ତତଃ କିଛି ଦିନପାଇଁ ଶାନ୍ତିରେ। ଏକ ସୁନ୍ଦର ଜୀବନର ପରିକଳ୍ପନା କରିବାକୁ ପଡ଼ିବ। ବିଜ୍ଞାନ ଆମକୁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚାଇ ପାରିବ ନାହିଁ। ଏକଥା ସ୍ୱତଃସିଦ୍ଧ। ଯାନ୍ତ୍ରିକ ଜୀବନ ଜୀବନ ନୁହେଁ। ନାଁ ଅଛି ହୃଦୟର ଆବେଗ, ନାଁ ଅଛି କିଛି କଞ୍ଚା ଅନୁଭୂତି। ଆମକୁ ପୁନରାୟ ଚିନ୍ତା କରିବାକୁ ପଡ଼ିବ। ଆମର ପୁରୁଣା ଭାବନା, ପୁରୁଣା ଅନୁଭୂତିକୁ ଏପଟ ସେପଟ କରି ତହିଁରୁ ପ୍ରକୃତ ସତ୍ୟାସତ୍ୟ ନିର୍ଣ୍ଣୟ କରିବାକୁ ହେବ। ' '' ଏପରିକି ଏକ ନୂତନ ଧର୍ମର ଅଭ୍ୟୁଦୟ ହେବା ଆବଶ୍ୟକ, ଯାହାକି ସବୁ ବାଦ, ବିସମ୍ବାଦକୁ ସାମିଲ କରି ଆମର ସ୍ଥିତିକୁ ବଜାୟ ରଖିବ। କାହିଁ ସେ ଧର୍ମ? ସେ ନୀତିଗତ ଆଦର୍ଶ? ସବୁ ଅସାର, ଅଲୋଡ଼ା ଅପ୍ରାପ୍ୟ ପରି ମନେ ହେଉଛି। ବିଶ୍ୱାସ ରହୁନି କୌଣସି କଥାରେ। କୌଣସି ପବିତ୍ର ଭାବନା ମନ ଭିତରକୁ ଛୁଇଁ ପାରୁନି। ସୁଡ଼ଙ୍ଗର ଦ୍ୱାର ଦେଇ ସବୁକଥା ଭଲ କରି ନିଜ ଆଖିରେ ଦେଖିଚି ବୋଲି, ଲୋକଟି ତରବରରେ ଧାଇଁ ପଳାଉଛି ସେଇ ଅନ୍ଧାରୀ ଗୁମ୍ଫାକୁ। ଅନେକ ସମୟରେ ଲୋକଟିର ମନେହୁଏ, ଏକ ପ୍ରକାଣ୍ଡ ବିସ୍ଫୋରଣ କଟିଯାନ୍ତା କି! ମୁହୂର୍ତ୍ତକ ମଧ୍ୟରେ ବିଶ୍ୱ-ବ୍ରହ୍ମାଣ୍ଡ ନିଶ୍ଚିହ୍ନ ହୋଇଯାନ୍ତା କି! ମଣିଷ ଜାତି ଲୋପ ପାଇଯାନ୍ତା। ଆଉ ତା'ର ହାତଗଢ଼ା ସବୁ କର୍ମ ଧୂଳିସାତ୍ ହୁଅନ୍ତା। ତା'ପରେ ଦିଗ୍ବଳୟର ସୀମାରୁ ନୂତନ ସୂର୍ଯ୍ୟ ଉଠି ଆସନ୍ତା। ଲାଲ୍ ଲାଲ୍ ସୂର୍ଯ୍ୟ। ବିଲୟ ପରର ସୃଷ୍ଟି ଖୁବ୍ ମନକୁ ପାଇଯିବା ପରି ଦିଶନ୍ତା। ସଭ୍ୟତାର ରଥ ଚକ ହୁଏତ ଗଢ଼ୁ ଗଢ଼ୁ ଅନେକଗୁଡ଼ାଏ ବର୍ଷ ଲାଗିଯାନ୍ତା।